ଠିକ୍ ସେହିଭଳି ହେମକାନ୍ତ ଚନ୍ଦ୍ରାବତୀକୁ ଭୁଲିବାରେ ଶାନ୍ତି ଖୋଜୁଥିଲା। ଚନ୍ଦ୍ରାବତୀକୁ ସମ୍ପୂର୍ଣ୍ଣ ଭୁଲିବାକୁ ସକ୍ଷମ ହେଲା ହେମକାନ୍ତ ହଠାତ୍ ଏ ସମୟରେ ବନ୍ଧୁତ୍ୱ ଜମେ ଲୋପାମୁଦ୍ରା ସହିତ। ଅଧ୍ୟାପକ ଜୀବନର ଅସଂଖ୍ୟ ଛାତ୍ରଙ୍କ ମଧ୍ୟରୁ ଜଣେ ହୋଇ ହେମକାନ୍ତ ଜୀବନରେ ଦେଖା ଦେଇଥିଲା ଲୋପାମୁଦ୍ରା। ସ୍ନେହ ଦେଇଥିଲା, ମାନ ଦେଇଥିଲା ଶେଷରେ ମନ ମଧ୍ୟ ଦେଇଥିଲା। ଲୋପାମୁଦ୍ରାର ଉପସ୍ଥିତି ହିଁ ସମ୍ପୂର୍ଣ୍ଣ ରୂପେ ଦୂର କରି ପାରିଥିଲା ଚନ୍ଦ୍ରାବତୀର ଭୂତକୁ। ପୋଖତ ଗୁଣିଆର ଗାରେଡ଼ି ମନ୍ତ୍ରରେ ଯେମିତି ଗୋଖର ସାପର ବିଷ ଖସିବାକୁ ଆରମ୍ଭ କରେ-ସେମିତି ଚନ୍ଦ୍ରାବତୀର ସମ୍ମୋହିତ ବିଷ ଲୋପାମୁଦ୍ରା ପରି ପୋଖତ ଗୁଣିଆର ଉପସ୍ଥିତିରେ କମିବାକୁ ଆରମ୍ଭ କରିଥିଲା। କେବଳ ଲୋପାମୁଦ୍ରାକୁ ନେଇ ହେମକାନ୍ତ ଭାବୁଥିଲା ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ସାମ୍ରାଜ୍ୟ କଥା। ବାଗ୍ଦତ୍ତା ହୋଇଥିଲା ଲୋପାମୁଦ୍ରା କିନ୍ତୁ ଲୋପାମୁଦ୍ରା ଯେ ପୁଣି ଏମିତି ଅଚାନକ ଭାବେ ଆଘାତ ଦେଇ ନିଜର ଦର୍ଶନ ଗାଇ ଗାଇ ଦୂରେଇ ଯିବ ଏ କଥା କଳ୍ପନାରେ ମଧ୍ୟ ଚିନ୍ତା କରି ନ ଥିଲା ହେମକାନ୍ତ। ଆଜି କେବଳ ଏସବୁ ବିଗତ କଥା ଚିନ୍ତା କରି କରି ପାଗଳ ହୋଇଉଠିଛି ହେମକାନ୍ତ। ମୁଣ୍ଡ ଭିତରେ ଘୂରିବାକୁ ଲାଗିଛି ସମଗ୍ର ପୃଥିବୀ। ଚନ୍ଦ୍ରାବତୀ ଓ ଲୋପାମୁଦ୍ରା। ଠିକ୍ ତୁଳାଦଣ୍ଡର ଦୁଇଟି ବସ୍ତୁ ଭଳି ଝୁଲି ରହିଛନ୍ତି ଦୁଇଜଣ। ମଝିରେ କେନ୍ଦ୍ର ଭଳି ଠିଆ ହୋଇଛି ହେମକାନ୍ତ। ଆଉ ଚିନ୍ତା କରି ପାରୁନାହିଁ ହେମକାନ୍ତ। ଆଜି ହେମକାନ୍ତ ଭାବୁଛି ଏ ସମାଜରେ ସେ ଗୋଟିଏ ସୃଷ୍ଟି ଛଡ଼ା ମଣିଷ। ପର ଉପରେ ବିଶ୍ୱାସ ନାହିଁ ତା'ର। ବା ନିଜକୁ ମଧ୍ୟ ସେ ନିଜେ ବିଶ୍ୱାସ କରି ପାରୁନାହିଁ। ସବୁ କେବଳ ଗୋଲକଧନ୍ଦା ପରି ସତ ଓ ମିଛ ହୋଇ ପ୍ରସେସନ୍ଆରମ୍ଭ କରିଛି ତା'ର ଚତୁର୍ଦିଗରେ। ଆଜି ଅନେକ ସମୟରେ ଆକାଶକୁ ଚାହିଁ ମୂକ ପାଲଟି ଯାଉଛି ହେମକାନ୍ତ। କାହାର ଏ ଭୁଲ। ସୃଷ୍ଟିହୀନା ଚନ୍ଦ୍ରାବତୀର, ଅଥବା ରୂପମୟୀ ଲୋପାମୁଦ୍ରାର? ହୁଏତ ମେନକାର ରୂପଲାବଣ୍ୟ ନେଇ ଅପରକୁ ଆମୋଦିତ କରିବା ଲାଗି ପୃଥିବୀକୁ ଆସିଛି ଚନ୍ଦ୍ରାବତୀ। ତା' ନିକଟରେ ନିଜତ୍ୱ ବୋଲି କିଛି ନାହିଁ। ସେ ଚାହେଁ ସୁଖ ସେ ଚାହେଁ ସମ୍ଭୋଗ। କିନ୍ତୁ ଲୋପାମୁଦ୍ରା। ଏକ ଅସ୍ପଷ୍ଟ ଦର୍ଶନ ପ୍ରୟାସୀ ବାଳିକା ଲୋପାମୁଦ୍ରା। ନିଜକୁ ନିଜେ ବୁଝିବାର କ୍ଷମତା ଅଛି ତା'ର। ହେଲେ ନିଶ୍ଚିତ.. ଗତି ନିଶ୍ଚିତ ପଥ ଆବିଷ୍କାର କରି ଆଗକୁ ଆଗେଇବା ତା' ନିକଟରେ ସମ୍ଭବ ନୁହେଁ। ସେଇଥିପାଇଁ ଅନିଶ୍ଚିତ ତୁଳାଦଣ୍ଡ ଭଳି ଉପର ତଳ ହେଉଛି ସେ। ଲୋପାମୁଦ୍ରା ତା' ନିକଟରେ ପ୍ରେମର ମହତ୍ୱ ରହିଛି। ପାରିପାର୍ଶ୍ୱିକ ପରିସ୍ଥିତିର ଗୁରୁତ୍ୱ ରହିଛି। ଦେଶଗତ ସମସ୍ୟାର ବିଚାର ରହିଛି ପୁଣି ପିତାଙ୍କ ଗୁରୁଦାୟିତ୍ୱ ସମ୍ବନ୍ଧରେ ଚେତନା ରହିଛି। ପୁଣି ଏ ସବୁକୁ ଦୂରେଇ ସେ ଚାହିଁଛି ଦୌଡ଼ିବା ଲାଗି। ଭାରତୀୟ ଆତ୍ମଦର୍ଶନକୁ ନିଜର କରିଛି ଲୋପାମୁଦ୍ରା କିନ୍ତୁ ହୁଏତ ଲୋପାମୁଦ୍ରା ବୁଝିନାହିଁ ଯେ-ଦର୍ଶନ ଏକ ମାନସିକ ପ୍ରକ୍ରିୟା। ମନର ଚାଳନାରେ ସେ ଚାଳିତ ହୁଏ। ଯୌବନର ତାଡ଼ନାରେ ସେ ତାଡ଼ିତ ହୁଏ। ବିବେକର ଚାବୁକରେ ସେ ଶାସିତ ହୁଏ। ହୃଦୟର ପ୍ରକୋପରେ ସେ ନିର୍ବିସିତ ହୁଏ। ପୁଣି ଚେତନା ରାଜ୍ୟରେ ସେ ଆସନ ଜମାଏ। ତଥାପି ତଥାପି ଏ ସମାଜରେ କାହାର କି ଆଦର୍ଶ ତାହା ଠିକ୍ କରିବା ହିଁ ବଡ କାମ। ଏ ସବୁର ବିଚାର ନ କରିପାରି ହେମକାନ୍ତ ଯେଉଁ ଭ୍ରମ କରିଛି ଆଜି ସେଇଥିପାଇଁ ହିଁ ସେ ଚିନ୍ତିତ। ନାଁ କେବଳ ଚିନ୍ତିତ ନୁହେଁ ହେମକାନ୍ତ। ହେମକାନ୍ତ ଆଜି ବଦ୍ଧ ପାଗଳ। ଏଇ ପାଗଳାମୀର ମୃଦୁ ଗୁଞ୍ଜନ ବେଶ୍ ଚମକ ସୃଷ୍ଟି କରିଛି କଲେଜ ମଧ୍ୟରେ। କେତେ କିଏ ଆଖି ଠାରାଠରି ହୋଇ ଟିପା ଟିପ୍ପଣୀ ଦେଉଛନ୍ତି ହେମକାନ୍ତ ଉପରେ। ସବୁ ଶୁଣି ନ ଶୁଣିଲା ପରି ନିଜ କାମରେ ଚାଲିଛି ହେମକାନ୍ତ। କିନ୍ତୁ ଗୋପନ କଥା କ'ଣ ସବୁ ସମୟରେ ଗୋପନ ରହିପାରେ? ଛୋଟ କଥାଟିଏ ଆତ୍ମପ୍ରକାଶ କରେ ଅନେକ ଗୁଡ଼ିଏ ଶାଖା ପ୍ରଶାଖା ମେଲାଇ। ଠିକ ଏମିତି ମଧ୍ୟ ଘଟିଥିଲା ହେମକାନ୍ତର ଭାଗ୍ୟରେ।